ତୁମେ ମୋତେ ଘୃଣା କରନାହିଁ ସୁଚେତା? '' ସୁଚେତା କଇଁ କଇଁ ହୋଇ କାନ୍ଦିଉଠିଲା। ଅଳ୍ପ ଦୂରରେ ଛିଡ଼ାହୋଇ ହସୁଥିଲେ ସମରେନ୍ଦ୍ର। ସେହି ହସ ଦେଖି ମନେହେଉଥିଲା ସତେ ଯେପରି ସେ ଭାବୁଛନ୍ତି ସୁଚେତା କେବଳ ଛଳନା କରି ଲୁହ ଢାଳୁଛି ତାଙ୍କଠାରୁ ସହାନୁଭୂତି ପାଇବା ପାଇଁ। ସୁଚେତା ଭାରାକ୍ରାନ୍ତ କଣ୍ଠରେ କହିଲା ''ମୁଁ ଆପଣଙ୍କୁ ଘୃଣା ଯଦି କରିପାରୁଥାନ୍ତି ଏତେ ଦୁଃଖ ଆଜି ସହ୍ୟ କରିବାକୁ ମୋତେ ପଡ଼ନ୍ତା ନାହିଁ। ସେତିକି କରିପାରୁଥିଲେ ମୁଁ ମହାଆନନ୍ଦରେ ରହନ୍ତି। ସେତିକି କରିପାରୁନାହିଁ ବୋଲି କାନ୍ଦି କାନ୍ଦି ଦିନ ବିତାଇ ଦେଉଛି। ''ସ୍ତ୍ରୀ ସବୁ କରିପାରେ। '' ଏତିକି କହି ସମରେନ୍ଦ୍ର ବାହାରିଗଲେ ବୈଶାଖୀ ଝଡ଼ ପରି। ସୁଚେତା କେବଳ ତାଙ୍କୁ ଅନାଇ ରହିଲା। ଭଲ ପାଇଲେ ଏତେ ସବୁ ନିର୍ଯ୍ୟାତନା ସହ୍ୟ କରିବାକୁ ହୁଏ ଏକଥା କିଏ ଜାଣିଥିଲା କି-? ଏହିପରି ଲୋକକୁ ସେ କାହିଁକି ଭଲପାଇଲା? ଯେ ନିର୍ମମ ଯେ ଅତୃପ୍ତ ଆତ୍ମା ନେଇ ସବୁବେଳେ ଘୂରିବୁଲେ। ସେ ଲୋକକୁ କେହି ସନ୍ତୁଷ୍ଟ କରିପାରେ ନାହିଁ। ଏହି ଲୋକଟି କାହିଁକି ଆସି ତା'ର ଜୀବନର ବେଳାଭୂମି ଉପରେ ଛିଡ଼ାହେଲା? ଯେତେ ଯାହାକଲେ ମଧ୍ୟ ସେ ଯେ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି ଏହାର କାରଣ କ'ଣ? ସେ ଲୋକ ତା' ପାଖରୁ ଆଉ ଅଧିକ କ'ଣ ଚାହାଁନ୍ତି କି? ତା'ର ଯେ ଆଉ କିଛିନାହିଁ। ଯାହାଥିଲା ସେ ସବୁ ଦେଇଛି। ବାକି କେତୋଟି ଦିନ କାଟିଦେବା ପାଇଁ ସେ ଯେଉଁ ମାଟି ପିଣ୍ଡଟା ସାଇତି ରଖିଛି ସେ ପିଣ୍ଡଟାର ବା ମୂଲ୍ୟ କ'ଣ? ଯେଉଁ ସମରେନ୍ଦ୍ର ହୃଦୟର ଅର୍ଥ ବୁଝି ପାରିଲେ ନାହିଁ, ପ୍ରାଣର ଆମନ୍ତ୍ରଣକୁ ଗୋଡ଼ରେ ଆଡ଼େଇ ଦେଇ ପାରିଲେ ସେହି ସମରେନ୍ଦ୍ର ପାଖରେ ଏହି ଜଡ଼ ପିଣ୍ଡଟା କ'ଣ ଅତି ପ୍ରିୟବସ୍ତୁ? ଏହି କଥା କେବଳ ଚିନ୍ତା କରୁଥିଲା ସୁଚେତା। ସେ ଅତୀତକୁ ବର୍ତ୍ତମାନ ସାଙ୍ଗରେ ମିଳାଉଥିଲା। ତାହାର ଅତୀତ ଯଦିଓ ମଧୁମୟ ନ ଥିଲା ତଥାପି ସେ କୌଣସି ପ୍ରକାରେ କାଳକାଟି ନେଉଥିଲା। ସେ ସମରେନ୍ଦ୍ରକୁ ପାଇ ହାତରେ ସ୍ୱର୍ଗ ପାଇଥିଲା କହିଲେ ଚଳେ। ସମରେନ୍ଦ୍ର ସଙ୍ଗେ ପରିଚୟ ହେବା ପାଖରୁ ସେ ଗୋଟିଏ କଳନାଦିନୀ ନିର୍ଝରିଣୀ ଭଳି ନାଚି ନାଚି ଦିନଗୁଡ଼ିକ କାଟି ଦେଉଥିଲା। ମୋଟାମୋଟି କହିବାକୁ ଗଲେ ସମରେନ୍ଦ୍ରକୁ ପାଇଲା ଦିନ ପାଖରୁ ତା'ର ଜୀବନ ହୋଇଯାଇଥିଲା ପଦ୍ୟମୟ। ଶତ ଶତ କାବ୍ୟ କବିତାର ବ୍ୟୁହ ମଧ୍ୟରେ ସମରେନ୍ଦ୍ର ତାକୁ ବନ୍ଦୀକରି ରଖିଥିଲେ। ସେହି ବନ୍ଦୀର ଜୀବନ ତାକୁ ଭଲ ଲାଗୁଥିଲା। ସେ ଦିନ ଓ ରାତିର ତାରତମ୍ୟ ଭୁଲି ଯାଇଥିଲା। ସେ ଅତୀତ କ'ଣ ଆଉ ଫେରିବ ନାହିଁ? ଏହା ଭାବି ଭାବି ସୁଚେତା ଦୁଇ ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ଦେଲା। ଏଣିକି ଗଦ୍ୟମୟ ଜୀବନ ନେଇ ସେ ମୋଟେ ବଞ୍ଚିରହିବାକୁ ସୁଖ ପାଉନଥିଲା। ସେ ସମରେନ୍ଦ୍ରକୁ ଭୁଲି ଯିବାକୁ ଚେଷ୍ଟା କରୁଥିଲା; କିନ୍ତୁ ସମରେନ୍ଦ୍ରର ମଧୁର ସ୍ମୃତିକୁ ସେ ତା'ର ଅନ୍ତର ମଧ୍ୟରୁ ବିଦାୟ ଦେଇ ପାରୁନଥିଲା। ଜଣେ ଜଣକୁ ଭୁଲି ଯିବା ପାଇଁ କ'ଣ ଭଲ ପାଇଥାଏ? ତାକୁ ହତାଦର କରିବା ପାଇଁ କ'ଣ ଆଦର କରିଥାଏ? ତାକୁ ଏଡ଼ିଦେବା ପାଇଁ କ'ଣ ତା'ର ସାନିଧ୍ୟ ଲୋଡ଼ିଥାଏ? ସମରେନ୍ଦ୍ର ଯାହା ହେଉନ୍ତୁନା ପଛେ ସେ ତାଙ୍କୁ କୌଣସି ପ୍ରକାରେ ଘୃଣା କରିପାରିବ ନାହିଁ। ହତାଦର କରିପାରିବ ନାହିଁ। ସେ ଯେ ତାଙ୍କୁ ଭଲପାଏ। ସେ ଯେ ତାଙ୍କୁ ତା'ର ହୃଦୟ ସିଂହାସନରେ ବସାଇ ପ୍ରେମିକର ସ୍ନେହ ଦିଏ। ଆକାଶ, ପାତାଳ ଏମିତି କେତେ କ'ଣ ଭାବିଯାଉଥିଲା ସୁଚେତା। ଏଥର ସମରେନ୍ଦ୍ର ଆସିଲେ ସେ ତାଙ୍କୁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବୁଝାଇବ ଯେ ସେ ତାଙ୍କୁ ଭଲପାଏ। କିନ୍ତୁ ସେ କ'ଣ ତା' କଥାକୁ ବିଶ୍ୱାସ କରିବେ? ଏହି ଆଶଙ୍କାରେ ସୁଚେତା ଅସ୍ଥିର ହୋଇପଡ଼ୁଥିଲା। ଦିନ ପରେ ଦିନ, ମାସ ପରେ ମାସ ବିତିଯାଇଛି। ତଥାପି ସମରେନ୍ଦ୍ରର ଆଉ ଦର୍ଶନ ମିଳିଲା ନାହିଁ। ସୁଚେତା ଅସ୍ଥିର ହୋଇପଡ଼ିଲା। ସେ ତାକୁ ଘୃଣା କରୁଥିଲେ, ତାକୁ ହତାଦର କରୁଥିଲେ, ତଥାପି ତ ଆସୁଥିଲେ। ତାଙ୍କର ସୁନ୍ଦର ଓ ସୌମ୍ୟ ମୂର୍ତ୍ତିକୁ ଦେଖିଲାମାତ୍ରେ ସେ ତ ତୃପ୍ତିଲାଭ କରୁଥିଲା। ସେତିକିରୁ ସେ ତାକୁ ବଞ୍ଚିତ କଲେ କାହିଁକି? କେବେ କ'ଣ ସେ ତାକୁ ଘୃଣା କରୁଥିଲେ? ସେ ଘୃଣା କରିପାରନ୍ତି, ସେଥିପାଇଁ ତା'ର ଅନୁଶୋଚନା ନ ଥିଲା। ସେ କେବଳ ତାଙ୍କୁ ଭଲପାଏ, ଏତିକି ବ୍ୟତୀତ ସେ ଆଉ କିଛି ଜାଣେ ନାହିଁ।